ନିଜ ସହରରେ ପହଞ୍ଚିଲା ପରେ ସେ ଯୁବକମାନଙ୍କୁ ଏ ପ୍ରସ୍ତାବଟି ପରୋକ୍ଷ ଭାବରେ ଦେବେ ଏବଂ ସେମାନେ ଯେ ପ୍ରସ୍ତାବଟି ଶୁଣୁ ଶୁଣୁ ଆନନ୍ଦରେ ଗ୍ରହଣ କରିବେ ଏ ନେଇ ତାଙ୍କର କୌଣସି ସନ୍ଦେହ ନଥିଲା। ଅବସର ନେବାର ଦିନ ଆସିଗଲା ଓ ମନ୍ମଥ କୁମାରଙ୍କୁ ପରିବର୍ତ୍ତନ ସାଙ୍ଗେ ପରିଚିତ ହେବାର ସୁଯୋଗ ନ ଦେଇ ଚାଲିଗଲା। ଏତେବେଳେ ପରଲୋକଗତା ପତ୍ନୀଙ୍କ କଥା ଓ ପ୍ରବାସରେ ଥିବା ପୁଅ ଝିଅଙ୍କ କଥା ତାଙ୍କର ବେଶି ବେଶି ମନେ ପଡ଼ୁଥୁଲା। ଏହା ଆଗରୁ ଆଉ କେବେ ସେ ନିଜର ପରିବାରକୁ ନେଇ ଏତେ ଚିନ୍ତା କରି ନଥିଲେ। ସେତେବେଳେ ଏସବୁ କଥା ଭାବିବାକୁ ଫୁରୁସତ ମଧ୍ୟ କେଉଁଠି କୋଉଠି ଥିଲା? ଦପ୍ତରର ଟେବୁଲ ଉପରେ ଗୁରୁତ୍ୱପୂର୍ଣ୍ଣ ଫାଇଲର ଗଦା ବଢ଼ି ବଢ଼ି ଚାଲିଥିବାବେଳେ ସେ ପତ୍ନୀ-ପୁତ୍ର-କନ୍ୟାଙ୍କ ସାଙ୍ଗେ ଦୁଃଖସୁଖ ହେବା ଲାଗି କଦାପି ରହି ପାରି ନଥାନ୍ତେ। ଅବଶେଷରେ ମନ୍ମଥ କୁମାର ତାଙ୍କର ଛୋଟ ସହରକୁ ଫେରି ଆସିଲେ। ଯୋଉଠୁ ଦିନେ ସେ କିଛି ବାଟ ଚାଲି ଓ କିଛି ବାଟ ରିକ୍ସାରେ ଯାଇ ଟ୍ରେନ ଚଢ଼ିଥିଲେ ଅବଶେଷରେ ସେଇ ସେଇ ସେଇଠିକୁ ଫେରିଗଲେ ଫେରିଆସିଲେ। ତେବେ ଷ୍ଟେସନରେ ପହଞ୍ଚୁ ପହଞ୍ଚୁ ଦିଇଟି ବିସ୍ମୟ ତାଙ୍କର ବାଟ ଓଗାଳିଥିଲା। ପ୍ରଥମଟି ହେଲା, ତାଙ୍କ ସହରର ରେ ରେଳଷ୍ଟେସନଟି ପୂର୍ବପରି ପରିତ୍ୟକ୍ତ ଚେହେରା ନେଇ ପଡ଼ିରହିଥିଲା ଓ ଦ୍ୱିତୀୟ, ତାଙ୍କର ଆଶାମତେ ଷ୍ଟେସନକୁ ତାଙ୍କୁ ପାଛୋଟି ଆଣିବା ପାଇଁ ଗୋଟେ ଛୋଟକାଟର ଶୋଭାଯାତ୍ରା ଯାଇନଥିଲା! ଲୋକମାନେ କେତେ ଦାୟିତ୍ୱହୀନ! ଏମିତି ଏକ ମନ୍ତବ୍ୟ ନିଜକୁ ନିଜେ ଶୁଣାଇ ମନ୍ମଥ କୁମାର ତାଙ୍କ କ୍ରୋଧ ଏବଂ ବିସ୍ମୟକୁ ନିଜ ଭିତରେ ଚାପି ଧରିଥିଲେ। ଲେଖାଯୋଖା ଜଣେ ଭାଇ ଓ ବାପାଙ୍କ ଅମଳରୁ ତାଙ୍କ ଘରେ କାମ କରୁଥିବା ବନମାଳୀ ସାଙ୍ଗରେ ସେ ପୁରୁଣା ଘରକୁ ଫେରି ଆସିଲାବେଳେ ପଚାରିଲେ, "ଷ୍ଟେସନର ଆଧୁନିକୀକରଣ କାମ କଣ ଅଧାରୁ ରହିଗଲା?"ଦୁଇଦିନ ପରେ ତାଙ୍କର ଆସବାବପତ୍ର, ବହି, ଦାମୀ ଫର୍ଣ୍ଣିଚର ଗୁଡ଼ିଏ ଏବଂ ସର୍ବୋପରି ଆଲସେସିଆନ କୁକୁର ଆସି ପହଞ୍ଚିଗଲେ। ମନ୍ମଥ କୁମାର ଗୋଟେ ସମୟରେ ଭାବିଥିଲେ, ଦିଲ୍ଲୀରେ ହିଁ ସେ ରହିଯିବେ। କିନ୍ତୁ ନିଜ ଅଞ୍ଚଳର ଲୋକମାନଙ୍କୁ ତାଙ୍କର ସାନ୍ନିଧ୍ୟ ଲାଭ କରି ଗର୍ବ ଅନୁଭବ କରିବାର ସୁଯୋଗରୁ ସେ ବେଶିକାଳ ବଞ୍ଚିତ କରିବାକୁ ଚାହୁଁ ନଥିଲେ। ତା'ଛଡ଼ା ଦିଲ୍ଲୀ ସହରଟା କ୍ଷମତାର ସହର ବୋଲି ତାଙ୍କର ଧାରଣା। ଥରେ କୁର୍ସୀରୁ ଚାଲିଗଲା ପରେ ଆଗରେ ଥା ଥାଟବାଟ ରହିବ ନ ରହିବ କିଏ ଜାଣେ! ମନ୍ମଥ କୁମାରଙ୍କୁ ବନମାଳୀ ସମେତ ତାଙ୍କ ଘରପାଖ ଲୋକମାନେ ମହାପାତ୍ର ସାହେବ ବୋଲି କହୁଥିଲେ। ଆଉ କେତେଜଣ କେବଳ 'ହାକିମ' ସମ୍ବୋଧନ କରି ସେ ଦାୟିତ୍ୱ ନିର୍ବାହ କରୁଥିଲେ। ମନ୍ମଥବାବୁ ସକାଳେ ଓ ସନ୍ଧ୍ୟାବେଳେ ଟାଇଗରକୁ ଧରି ପ୍ରାତଃ ଅଥବା ସାଂଝ୍ୟ ଭ୍ରମଣରେ ବାହାରିଲା ବେଳେ ପଥଚାରୀମାନେ ବାଟ ଭାଙ୍ଗି ଚାଲି ଯାଉଥିଲେ ଓ ତହିଁରୁ ମନ୍ମଥ କୁମାର ବେଶ୍ ଆନନ୍ଦ ପାଉଥିଲେ। ବେଳେବେଳେ ସାହିର ବୁଲାକୁକୁରମାନେ ଟାଇଗରକୁ ଦେଖୁ ନ ଦେଖୁଣୁ ଲାଙ୍ଗୁଡ଼ ଜାକି ଗଳି ଭିତରକୁ ପଶିଯାଉଥିଲେ। ସେ ଜାଣୁଥିଲେ ଯେ ତାଙ୍କ ପରି ତାଙ୍କର କୁକୁର ମଧ୍ୟ ଏ ଛୋଟ ସହର ପାଇଁ ଏକ ଅନନ୍ୟ ଏବଂ ଅସାଧାରଣ ଜୀବ! ମାତ୍ର ଦୁଇ ଚାରିଦିନ ଅପେକ୍ଷା କଲାପରେ ତଥାପି ଯେତେବେଳେ ତାଙ୍କ ଲାଗି ନାଗରିକ ସମ୍ବର୍ଦ୍ଧନା କିମ୍ବା ସ୍ୱାଗତ ସଭା ପରି କିଛି ଗୋଟେ ଆୟୋଜନ ହେବାର ଖବର ସେ ପାଇଲେ ନାହିଁ, ସେତେବେଳେ ମନ୍ମଥ କୁମାର ପ୍ରକାଶ୍ୟରେ ଉତ୍କ୍ଷିପ୍ତ ହୋଇପଡ଼ିଲେ। ଏ ପୃଥିବୀ କୁଆଡ଼େ ବୋଲି କୁଆଡ଼େ ଆଗେଇ ଚାଲିଥିଲାବେଳେ ଏହି ସହରର ଲୋକମାନେ ତଥାପି ପଛରେ ପଡ଼ିଯାଇଥିବା କଥା ସେ ହୃଦୟଙ୍ଗମ କଲେ କରିଲେ।